କାରଣ ସେ ଯେଉଁ ସ୍ଥାନରେ ପରିଚାଳନା ନିର୍ଦ୍ଦେଶକ ତଥା ଦଳପତି ଛିଡ଼ା ହୋଇଛନ୍ତି ତାହାରି ପାଖରେ ସୁଇଚ୍ ରହିଛି। ତାହା ଦବାଇବା ମାତ୍ରେ କଣ୍ଟ୍ରୋଲ୍ ରୁମ୍ ତରଫରୁ ପ୍ରାଚୀର ଛିଡ଼ା କରାଇ ଅନ୍ୟମାନଙ୍କୁ ପୃଥକ୍ କରାଇ ନିଆଯାଇଥାଆନ୍ତା। ଆଉ ପାଦତଳେ ଥିବା ପ୍ଲେଟ୍ ମୁକୁଳିଯିବା ଫଳରେ ବାହାରକୁ ଯିବାର ରାସ୍ତା ଏମାନଙ୍କ ପକ୍ଷରେ ପରିଷ୍କାର କରାଯାଇଥାଆନ୍ତା। ତେଣୁ ଧନୀରାମ ବିରୁଦ୍ଧରେ ଶେଷ ମୁହୂର୍ତ୍ତରେ ଲୀଳା ଏଭଳି ଏକ ଯୁକ୍ତିସଙ୍ଗତ ପ୍ରସ୍ତାବ ଉତ୍ଥାନ କଲା ଯେ ଯାହା ଫଳରେ ଦଳପତି ହତବାକ୍ ହୋଇଗଲେ। କାରଣ ସେତେବେଳେ ଭଲ ମନ୍ଦର ବିବେଚନା ତାଙ୍କର ଲୋପ ପାଇଯାଇଥିଲା। ତେଣୁ ସଙ୍ଗେ ସଙ୍ଗେ ସେମାନଙ୍କୁ କୌଶଳରେ ବନ୍ଦୀ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା। ତେଣୁ ବାହାରୁ ଭିତରକୁ ବିନା ବାଧାରେ ପ୍ରବେଶ କରିବା ପାଇଁ ପୋଲିସମାନଙ୍କୁ ସୁବିଧା ହେଲା। ତା’ ପରେ ଶତ୍ରୁଜିତ୍ ଇତ୍ୟାଦିଙ୍କୁ ପୂରାପୂରି ଲୀଳାର ମାରଫତରେ ଦିଆଯାଇଥିଲା। ଆଉ ଏଠାରେ ଥିବା କେତେକ ଅନୁଚରଙ୍କୁ ମୁଁ ସାଙ୍ଗରେ ନେଇ କୌଶଳରେ ମୋର ଡିସ୍ପେନ୍ସରୀରେ ବନ୍ଦୀ କରିଦେଲି। ଆଉ ତାଙ୍କରି ଛଦ୍ମବେଶରେ ମୋର ଅନୁଚରଗଣ ଏଠାକୁ ଚାଲିଆସିଲେ। କାରଣ ଲୀଳା ଯେତେ ଯାହା କରୁଥିଲେ ବି ଶେଷ ସୁଦ୍ଧା ତାକୁ ମୋର ବିଶ୍ୱାସ ନ ଥିଲା। କିନ୍ତୁ ସେ ଅତି ବିଶ୍ୱସ୍ତତାର ସହ କାମ କରିଛି ଲୁସି ବି। ତେଣୁ ଚତୁର୍ଦ୍ଦିଗରେ ମୋର ଅନୁଚରମାନଙ୍କୁ ବେଢ଼ାଇ ଦେଲି। ଆଜି ଏହି ହଲ୍‌ରେ ଉପସ୍ଥିତ ଥିବା ଅଧିକାଂଶ ସଦସ୍ୟ ହିଁ ହେଉଛନ୍ତି ମୋର ଅନୁଚର। ଆଉ ଚିନ୍ତା କରିବାର ନାହିଁ ଦଳପତି। ତୁମର ଅସଲ ରୂପ ମୋ ଆଗରେ ଉଦ୍‌ଘାଟିତ ହୋଇଯାଇଛି। ବାହାରେ ତୁମେ ମଣିରାମ ଅଗ୍ରୱାଲା ଅଗ୍ରୱାଲା କେମିକାଲ୍‌ର ପ୍ରୋପ୍ରାଇଟର। ଦାମୀ ମାନୀ ସମ୍ଭ୍ରାନ୍ତ ହିସାବରେ ପରିଗଣିତ। ଉପରେ କେମିକାଲ୍‌ର। ଚାରି ଜଣ ଛୋଟ ଛୋଟ ପିଲା ଜଣେ ବୋର୍ଡିଂର ମେହେନ୍ ନ୍ତର। ଡାକ୍ତର ରୋଗୀଙ୍କୁ ଦେଖି ଔଷଧ ଦେଉଥାଆନ୍ତି। ବୋର୍ଡିଂର ପିଲାମାନେ ପାଳି କରି ସେବା ଶୁଶ୍ରୂଷା କରନ୍ତି ବାର୍ଲି ସାଗୁ ରାନ୍ଧି ଖୁଆଉଥାଆନ୍ତି। ବୋର୍ଡିଂର ନିୟମ ଥାଏ ପ୍ରତିଦିନ ତିନି ଜଣ ପିଲା ସାଙ୍ଗ ହୋଇ ରୋଗୀମାନଙ୍କ ସେବା କରିବେ। ରୋଗୀଙ୍କୁ ଡାକ୍ତରଖାନାରୁ ଔଷଧ ଆଣି ଦେବେ। ବାର୍ଲି ସାଗୁ ଦୁଧ କିଣିଆଣି ପଥ୍ୟ କରାଇବେ। ଝାଡ଼ା ବାନ୍ତି ହେଲେ ତାହା ସଫା କରିବେ। ଦରକାର ହେଲେ ରୋଗୀର ଗୋଡ଼ ଘଷି ଦେବେ ତା’ ବିଛଣା ଝାଡ଼ି ଖରାରେ ଦେବେ ରାତି ଅନିଦ୍ରା ହୋଇ ରୋଗୀକୁ ଜଗି ବସିବେ ଥରକୁ ଥର ଥର୍ମୋମିଟରରେ ଜ୍ୱରର ତାପ ଦେଖିବେ। ଏହିପରି ଯେତେ କାମ ତାହା ସେହି ପିଲାଏ କରିବେ। ସେଦିନ ଗଲେ ପରଦିନ ଆଉ ତିନି ଜଣ ପିଲାଙ୍କର ପାଳି ପଡ଼ିବ। ସେମାନେ ରୋଗୀଙ୍କ କଥା ବୁଝିବେ ଆଗ ଦିନର ପିଲା ତିନି ଜଣ ସ୍କୁଲକୁ ପଢ଼ିବାକୁ ଯିବେ। ଏହାକୁ ରୋଗୀସେବା ପାଳି କହନ୍ତି। ପ୍ରତିଦିନ ପାଳି କରି ପିଲାଏ ଏ କାମ କରନ୍ତି। ଯେଉଁ ସମୟରେ କେହି ରୋଗରେ ପଡ଼ି ନ ଥାନ୍ତି ସେତେବେଳେ ତ କିଛି ନାହିଁ। ଯେତେବେଳେ ଜଣେ ହେଲେ କେହି ରୋଗରେ ପଡ଼େ ସେତେବେଳେ ପିଲାଙ୍କ କାମ ଲାଗି ରହିଥାଏ। ଏକାବେଳକେ ପାଞ୍ଚ ଜଣ ଜ୍ୱରରେ ପଡ଼ିଛନ୍ତି। ଯାହାଙ୍କର ରୋଗୀସେବା ପାଳି ସେମାନଙ୍କ କାମ ବଢ଼ିଯାଇଛି। ବୋର୍ଡିଂର ସୁପରିଣ୍ଟେଣ୍ଡେଣ୍ଟ ଭାରି ବ୍ୟସ୍ତ। ଯେ ଯେତେ ସେବା କଲେ ବି ତାଙ୍କ ମନ ମାନେ ନାହିଁ। ସେ ନିଜେ ଥରକୁ ଥର ରୋଗୀଙ୍କ ପାଖକୁ ଯାଆନ୍ତି। ତାଙ୍କ ହାନିଲାଭ ବୁଝନ୍ତି। କିପରି କ’ଣ କରିବାକୁ ହେବ ପିଲାଙ୍କୁ ବତାଇ ଦିଅନ୍ତି। ଶେଷକୁ ନିଜେ ସୁପରିଣ୍ଟେଣ୍ଡେଣ୍ଟ ଜ୍ୱରରେ ପଡ଼ିଲେ। ଜ୍ୱର ବା ନ ହୁଅନ୍ତା କିପରି? ଦିନଯାକ ସ୍କୁଲରେ ପଢ଼ାନ୍ତି।